ନିଦ୍ରିତ ଚନ୍ଦ୍ରକୁ ବେଢ଼ି ଛୋଟ ଛୋଟ ତରୁ ସବୁ ଚେଇଁ ବସିଛନ୍ତି। ସେମାନେ ସୁସୁପ୍ତ ଚନ୍ଦ୍ରକୁ କଣ ଜଗିଛନ୍ତି? ତରାର ତନ୍ଦ୍ରାତୁର ଆଖିରେ ରାଇଜଯାକର ଅଳସ। ତଥାପି ଅନେଇ, ଅନେଇ ପରସ୍ପର ଭିତରେ କଥାଭାଷା କରୁଛନ୍ତି। ମୁହୁର୍ମୁହୁଃ ହାଇ ମାଇଲା ବେଳେ ଦେହଟାମାନ ସଙ୍କୁଚିତ ହୋଇ ଯାଉଛି। ସେମାନେ କି କଥା ହେଉଥିବେ? ଅଶୋକ ପାତ୍ର 'ଚିଲିକା-ରାଣୀ' ର କାନ୍ଭାସ୍କୁ ନ ଆଡ଼େଇ ଆକାଶର ନିସ୍ତବ୍ଧ-ଦେହ ଆଉ ଚିଲିକାର ନିସ୍ତରଙ୍ଗ ନୀଳ ଜଳକୁ ଅନାଇଲା। ଏ ପୃଥିବୀ ଓ ଆକାଶର ଭାଷାକୁ ମଣିଷ ବୁଝିପାରେ ନାହିଁ। ଏତେଦିନ ଚଳପ୍ରଚଳ ପରେ ବି ମନେ ହୁଏ, କୌଣସିଟିକୁ ସେ ଚିହ୍ନି ନାହିଁ। ପୃଥିବୀ ଆକାଶର ଭାଷା ତ ଆଉ ମଣିଷ ସମାଜର ନିତ୍ୟପ୍ରଚଳିତ ଭାଷା ନୁହେ! ସେ ଭାଷା ଅଦୃଶ୍ୟ ଦେବତାର, ଯିଏ ଏ ଆକାଶ ଓ ପୃଥିବୀକୁ ସୃଷ୍ଟି କଲା। ତା ପରେ ଛାଡ଼ି ଦେଇଗଲା ନିର୍ବୋଧ ମଣିଷ ଶିଶୁ ସଙ୍ଗେ ପଶୁ, ପକ୍ଷୀ, ସ୍ଥାବର, ଜଙ୍ଗମ କେତେ କଥା। ଦେବତା ଏହାରି ଭିତରେ ପ୍ରତି ବୃକ୍ଷ, ପ୍ରତି ଲତା ଅନ୍ତରାଳରେ ଆତ୍ମଗୋପନ କରି ତାରି ସୃଷ୍ଟିକୁ ଚାହିଁଚି। ହୁଏତ ଅଶୋକ ପାତ୍ର ଏହି ଅସଂଖ୍ୟ ରହସ୍ୟ ଭିତରୁ ଆଉ ଗୋଟିଏ ରହସ୍ୟ! ଏ ଭାଷା ବୁଝିବାର କ୍ଷମତା ତାର ନାହିଁ। ଚିଲିକାର ଗର୍ଭ ଭିତରୁ ଚିଲିକାରାଣୀ ର ପାଦ ଛୁଇଁ ଯେଉଁ ଧୀରେ, ଶୀତଳ ପବନ ଧୀରେ ବୋହିଗଲା, ସେ ନିଦ୍ରିତ ଚିଲିକାର ନିଃଶ୍ୱାସ। ବାଦଲ-ଚାଦରରୁ ମୁହଁ ଗଳାଇ, ଚନ୍ଦ୍ର ଏ ପୃଥିବୀକୁ ଚାହିଁଲାବେଳେ ତା ଦେହର ଜ୍ୟୋସ୍ନା ବାଲୁଗାଁର ମଥା ଉପରେ, ଭାଲେରୀ ଓ ସୁଲେରୀର ଅଗଣନ ବୃକ୍ଷଲତା ଦେହରେ ଯେଉଁ ଆଲୋଡ଼ନ ସୃଷ୍ଟି କଲା, ସେ ନିସ୍ତବ୍ଧ ଆକାଶର ହସ। ଖଲି ହସ ତ ନୁହେଁ ରସ ଉଚ୍ଛଳ ହସ! ଅଶୋକ ପାତ୍ର ଚେଇଁ ଚେଇଁ ଅନନ୍ତ ପ୍ରକୃତିର ଅକୃତ୍ରିମ ଶୋଭା ସମ୍ପଦକୁ ଚାହିଁଥିଲା। ସେଇଠି ଜନଗହଳ ସହରର ଯାନ୍ତ୍ରିକ ପରିପ୍ରକାଶ ନାହିଁ କି ତୃଷ୍ଣାତୁର ମାନବର ଲୋହିତ ପିପାସା ନାହିଁ। ସବୁତକ ସ୍ୱଚ୍ଛ, ସୁନିର୍ମଳ, ଛଳ ଛଳ ଓ ଢଳ ଢଳ! ମଣିଷ ପରି ଛନ୍ଦ, କପଟର ଧାର ଧରନ୍ତି ନାହିଁ ସେମାନେ। ଉଚ୍ଚାଭିଳାଷୀଟିଏ ପ୍ରାପ୍ତି ଆଶାରେ ଅଗ୍ରସର ହେଉଥିଲେ; ଅଜାଣତରେ ତା' ପାଇଁ ରାସ୍ତା ମଝିରେ ଗର୍ତ୍ତ କରି ତାର ପଥରୋଧ କରିବାକୁ–ଚକ୍ରାନ୍ତ କରନ୍ତି ନାହିଁ। ଯାହା ଶିବ ଓ ସୁନ୍ଦର, ତାକୁହିଁ ନେଇ ସେମାନଙ୍କ ସଂସାର। ସେଇଥିପାଇଁ ସେମାନଙ୍କ ସଂସାର ସୁସ୍ଥ, ସୁନ୍ଦର ଓ ଅବିନଶ୍ୱର। ଅଶୋକ ପାତ୍ରର ଇଚ୍ଛା ହେଲା ସେ ଏହି ନିର୍ବାକ ଆକାଶର ତରାଟିଏ ହୁଏନ୍ତା, ଅଥବା ନିସ୍ତରଙ୍ଗ ନୀଳ ହ୍ରଦର ପଥର ଖଣ୍ଡେ ହୁଅନ୍ତା। ତାହାହେଲେ ହୁଏତ ନିରବ ପ୍ରକୃତିର କିଛିଟା ଭାଷା ବୁଝି ପାରନ୍ତା, କିଛିଟା କଥା କହି ପାରନ୍ତା! ମାମୁଁ-ଭଣଜା ମୁହାଁମୁହିଁ ହୋଇ ବସିଛନ୍ତି। ଆଦିମ କାଳରୁ ଚିଲିକାର ଶୋଭା ସମ୍ପଦକୁ ସିପାହୀ ପରି ଜଗିଛନ୍ତି। ଘଣ୍ଟଶୀଳା ବି ଦାୟିତ୍ୱ ମୁଣ୍ଡାଇଛି। ଚିଲିକା ଦେହରୁ କୌଣସି କ୍ଷତିର ସମ୍ଭାବନା ଦେଖିଲେ ସେ ସମଗ୍ର ବାଣପୁର, ବାଲୁଗାଁ ଓ ପାରିକୁଦକୁ ସତର୍କ କରିଦେବ। ଭାଲେରୀ, ଭଉଣୀ ସୁଲେରୀ ସଙ୍ଗରେ ଚିଲିକାର କଥାବାର୍ତ୍ତା ହୋଇ ହୋଇ କେତେ ରାତି, କେତେ ଦିନ ବିତେଇ ଦେଲାଣି। ଭାଲେରୀ, ପାଖର 'ଜଟିଆ ନାସୀ' ନିଜର କର୍ତ୍ତବ୍ୟ ସମ୍ପାଦନ କରୁ କରୁ ଆସି ବୁଢ଼ା ହେଲା। ତା' ମୁଣ୍ଡରେ ଜଟ ହୋଇ ଗଲାଣି। ବଡ଼ ବଡ଼ ପଥରର ଜଟ।